ଏ ଦିଗରେ ମୋ ଝିଅ ଲୋପାମୁଦ୍ରାର ସାହାର୍ଯ୍ୟ ହିଁ ,ମୋତେ ଅନେକ ପରିମାଣରେ ଉପକୃତ କରିଛି। ପ୍ରଥମ କରି ଲୋପା କହିଲା ଯେ ନିର୍ମମ ଘୋଷଙ୍କର ମୃତ୍ୟୁ ଦିନରୁ ହିଁ, ରଙ୍ଗମହଲ ବନ୍ଦ୍ ରହିଛି। ତେଣୁ ହୋଟେଲରେ ଖର୍ଚ୍ଚପାଇଁ ସେଦିନ କିଣା ଯାଇଥିବା ସମସ୍ତ ଖାଦ୍ୟ ଜିନିଷର ବୈଜ୍ଞାନିକ ପରୀକ୍ଷା କରାଯାଉ। କଥାଟା ମୋ ମନକୁ ପାଇଲା। ବୈଜ୍ଞାନିକ ପରୀକ୍ଷାର ପ୍ରସ୍ତାବ ଦେଲି। ପ ପରୀକ୍ଷା କରି ଦେଖାଗଲା ଯେ ସେଦିନ କିଣା ଯାଇଥିବା ଗହମ ଅଟା ହିଁ ଭୀଷଣ ବିଷାକ୍ତ। ହୋଟେଲ ମାଲିକ ବେଶୀ ସୁନାମ ନେବାପାଇଁ ନୂଆ ଅଟାରୁ ପରଟ୍ଟା ତିଆରି କରି କେବଳ ନିର୍ମମ ଘୋଷଙ୍କୁ ହିଁ ଖାଇବାକୁ ଦେଇଥିଲେ। ସାମାନ୍ୟ ବିବ୍ରତ ହୋଇ ହେମକାନ୍ତ କହିଲା "ଯେଉଁ ଗୋଦାମରୁ ସେ ଅଟା କିଣା ଯାଇଥିଲା, ସେ ଗୋଦାମବାଲାକୁ ସଙ୍ଗେ ସଙ୍ଗେ ହାଜତ୍ରେ ପୂରାଇବା ଉଚିତ। ହସ ଚାପି ଶାନ୍ତନୁ କହିଲେ କିନ୍ତୁ ସେଇଟା ଗୋଟିଏ ସମବାୟ ଖାଉଟି ଭଣ୍ଡାର। ଏ ଭଣ୍ଡାର ଅଟା ଆଣେ ଗୋଟିଏ ଅଟାକଳ ନିକଟରୁ। କାଳବିଳମ୍ବ ନ କରି ହେମକାନ୍ତ କହିଲା, ତା' ହେଲେ ସଙ୍ଗେ ସଙ୍ଗେ ସେ ଅଟାକଳ ମାଲିକଙ୍କୁ ଦଣ୍ଡଦେବା ଉଚିତ। ନିର୍ଧୂମ ହସୁ ହସୁ ଶାନ୍ତନୁ କହିଲେ, ତା'ହେଲେ କାହାକୁ ଦଣ୍ଡଦେବା ନିଶ୍ଚିତ ଭାବରେ କୁହନ୍ତୁ ହେମକାନ୍ତ ବାବୁ। ଆପଣ ଗୋଟି କରି ଉଁ ହୋଟେଲ ମାଲିକ, ନିର୍ମମ ଘୋଷ, ଖାଉଟି ଭଣ୍ଡାର, ଅଟାକଳ ମାଲିକ ସମସ୍ତଙ୍କୁ ତ' ଦଣ୍ଡଦେବା ପାଇଁ ପ୍ରସ୍ତାବ ଦେଇ ସାରିଲେଣି। ଆଉ କିଛି ଉତ୍ତର ନ ଦେଇ ଲଜ୍ଜିତ ହୋଇ ବସି ରହିଲା ହେମକାନ୍ତ। ଶାନ୍ତନୁ କହିଲେ କିନ୍ତୁ ମୋ ମୋ ଲୋପାମୁଦ୍ରାର ଅନୁରୋଧ କ'ଣ ଜାଣନ୍ତି ହେମକାନ୍ତ ବାବୁ? ଶାନ୍ତନୁଙ୍କର ପ୍ରଶ୍ନ ଶୁଣି ଜଣେ ବାଧ୍ୟ ଛାତ୍ର ଭଳି ଲୋପାମୁଦ୍ରାର ମୁହଁକୁ ଚାହିଁ ରହିଲା ହେମକାନ୍ତ। ଶାନ୍ତନୁଙ୍କର ପାଟିରୁ କଥା ଛଡ଼େଇ ନେଇ ଲୋପାମୁଦ୍ରା। କହିଲା "ମୁଁ କିଛି ଭୁଲ୍ କହିନି ବାପା, ଆପଣ ମଧ୍ୟ ଗଭୀର ଗବେଷଣା କରି ଦେଖିଲେ ମୋ କଥାର ସତ୍ୟାସତ୍ୟ ବେଶ ବୁଝି ପାରିବେ। ଠିକ୍ ଜଣେ ପରାସ୍ତ ସୈନିକ ଭଳି ସଂକୁଚିତ ହୋଇ ହେମକାନ୍ତ କହିଲା ,ତୁମେ ତା' ହେଲେ କ'ଣ କହୁଛ ଲୋପାମୁଦ୍ରା? ମୁହଁ ଖୋଲିଛି ଲୋପାମୁଦ୍ରା। ''ଆପଣ ହୁଏତ ନିଜେ ବୁଝୁଥିବେ ସାର୍, ଯେ ଖାଦ୍ୟ ଅପମିଶ୍ରଣର ମୂଳ କାରଣ ହେଉଛି ଖାଦ୍ୟାଭାବ। ଯଦି ଦେଶରେ ଖାଦ୍ୟାଭାବ ନ ଥାନ୍ତା ତେବେ ଅପମିଶ୍ରଣ ହୁଅନ୍ତା ନାହିଁ। ଖାଦ୍ୟାଭାବ ଦୂର ନ ହେଲେ ଆପଣ ବା ମୁଁ ଏ ଅପମିଶ୍ରଣକୁ ରୋକିବା ମୋଟେ ସମ୍ଭବ ନୁହେଁ। ଯେତେ ଅଟାକଳ ମାଲିକ, ସମବାୟ ଭଣ୍ଡାରର ମାଲିକ, ହୋଟେଲ ମାଲିକ ବା ଗୁପ୍ତଚରଙ୍କୁ ଦଣ୍ଡ ଦେଲେ ଏ ଅପମିଶ୍ରଣ ଦୂର ହେବନାହିଁ। ଓଲଟି ଆମେ ଅପମିଶ୍ରଣକାରୀଙ୍କୁ ଦଣ୍ତ ନ ଦେଇ ଖାଦ୍ୟଭାବର କାରଣଭାବେ ଠିଆ ହେଉଥିବା ବ୍ୟକ୍ତିମାନଙ୍କୁ ଦଣ୍ଡ ଦେବା ଉଚିତ। ସଙ୍ଗେ ସଙ୍ଗେ ହେମକାନ୍ତ କହିଲାକିନ୍ତୁ ଦେଶର ଜନସଂଖ୍ୟା ବୃଦ୍ଧି ଯେ ଆମ ଦେଶର ଖାଦ୍ୟାଭାବର ପ୍ରଥମ ଆଉ ପ୍ରଧାନ କାରଣ। ତା'ହେଲେ ତୁମେ କହୁଛ ଯେ ବହୁ ଶିଶୁ ପରିବେଷ୍ଟିତ ପରିବାର ଦଣ୍ଡିତ ହେବା ଉଚିତ। କଥାରେ ବାଧା ଦେଲେ ଶାନ୍ତନୁ ''ନାଁ ଠିକ୍ ତା' ନୁହେଁ, ଏହି ଜନ୍ମହାର କମାଇବା ଦିଗରେ ଆମର ନୂତନ ଉଦ୍ଭାବନ ହିଁ ଆମକୁ ବିଜୟ ମଣ୍ଡିତ କରି ପାରିବ। ଏଥର ହସିଲା ହେମକାନ୍ତ। କହିଲା ,ହଁ ଏ ବିଷୟରେ ମୁଁ ଲୋପାମୁଦ୍ରାଙ୍କ ସହିତ ଅନେକ ଯୁକ୍ତି କରିଛି। ମୋ ମତରେ କେବଳ ମଣିଷର ସଂଯମ ପଣିଆଁ ହିଁ ଏ ସମସ୍ୟାର ସମାଧାନ କରି ପାରିବ। କଥାଟାରେ ଜୋର ଦେଇ ଶାନ୍ତନୁ କହିଲେବେଶ୍ ବେଶ ମୋ ମାଆ ଲୋପାମୁଦ୍ରାର ମଧ୍ୟ ଠିକ୍ ସେହି ମତ। ଆଉ କାଳବିଳମ୍ବ ନ କରି ଶାନ୍ତନ କହିଲେ ଯା |